ଚଟାଣରେ ସୁନ୍ଦର କାମ। କାନ୍ଥରେ ହାଲୁକା ରଙ୍ଗ। ଗୋଟିଏ କୋଣରେ ଖଟ, ଆଲଣା, ଫାୟାରପ୍ଲେସ୍। କାନ୍ଥ ଆଲମାରିରେ ଗୋଟିଏ ଘଡ଼ି। ଶିଙ୍ଗର ଦୁଇଟି ଛୋଟ ହାତୀ, ଯେପରି ସୁନାକଳସ ଢାଳିବାକୁ ଆସୁଛନ୍ତି। ଗୋଟିଏ ଫଟୋ ଷ୍ଟାଣ୍ଡ ଉପରେ ଲେଖାଅଛି ଗୋଟିଏ ପଦ— ଇସ୍କା ପାନ ବିବି, ଆମେ ଦଶଜଣ ମେମ୍ସାହେବ ବିବି। ବଡ଼ ପିଲାଳିଆ ଲେଖାଟି। ବର୍ଷା ଭାବିଲା, ହୁଏତ ବିରାଟ କବିଙ୍କର ପଦଟିଏ ଲେଖାଥିବ ପରା! ବଡ଼ଲୋକଙ୍କର ଖିଆଲ! ଡାକ୍ତର ଦୁର୍ଗାମାଧବ ବରିକୁଦ ପହଞ୍ଚିଲାବେଳକୁ ପ୍ରାୟ ପାଞ୍ଚଟା ବାଜିସାରିଥିଲା। ଡାକ୍ତର ବଡ଼ କ୍ଳାନ୍ତ। ହୋଲଡେଇଂ ପାଇଁ ଆସିଛନ୍ତି କଲିକତାରୁ। ତାଙ୍କର ପ୍ରୟୋଜନ ସମୁଦ୍ର ଓ ଶାନ୍ତି। ଏଇ କେତେଦିନ ଏଠାରେ କଟାଇବାକୁ ରାଜାବାହାଦୁର ନିମନ୍ତ୍ରଣ କରିଛନ୍ତି। ଅନ୍ଧକାରରେ ଦ୍ଵୀପଟି ମନେହେଉଛି ରହସ୍ୟମୟ। ମନେହେଉଛି ପୃଥିବୀରୁ ବିଚ୍ଛିନ୍ନ ଏହି ଦ୍ଵୀପଟି ତାଙ୍କୁ ଦେବ ଅସରନ୍ତି ବିଶ୍ରାମ।ଦ୍ଵୀପରେ ଓହ୍ଲାଇ ପ୍ରାସାଦ ଭିତରକୁ ପଶିଲାବେଳେ ଦେଖିଲେ ବାରଣ୍ଡାରେ ବସିଛନ୍ତି ପାଇପ୍ ଟାଣି ଜଣେ ବୃଦ୍ଧ ବ୍ୟକ୍ତି। ଡାକ୍ତର ଚିହ୍ନିଲେ, ଏ ଯେ ଜଷ୍ଟିସ୍ ମହାଜନ। ଥରେ ତାଙ୍କ ଇଜ୍ଲାସରେ ଡାକ୍ତର ସାକ୍ଷୀ ଦେବାକୁ ଯାଇଥିଲେ। ବିଚକ୍ଷଣ ଓ ଦକ୍ଷ ବିଚାରପତି ହିସାବରେ ଖୁବ୍ ସୁନାମ ଥିଲା ଜଷ୍ଟିସ୍ ମହାଜନଙ୍କର। ତେବେ କେହି କେହି କହୁଥିଲେ, ସେ ଖୁବ୍ ନିର୍ଦ୍ଦୟ କନଭିର୍ଷ୍ଟିକ୍ ଜଜ୍। ଅଭିଯୋଗ ପ୍ରମାଣିତ ହେଲେ କୌଣସି ଆସାମୀ ତାଙ୍କଠାରୁ କେବେ କରୁଣା ଲାଭ କରିନାହିଁ।ଏ ବିଚିତ୍ର ଦ୍ଵୀପରେ ଜଷ୍ଟିସ୍ଙ୍କ ସହିତ ଯେ ଦେଖାହେବ, କେବେ କଳ୍ପନା କରିନାହାନ୍ତି ଡାକ୍ତର ଦୁର୍ଗାମାଧବ। ଏଣେ ଜଷ୍ଟିସ୍ ମହାଜନ ଭାବୁଥିଲେ, ଏ ଲୋକଟିକୁ କେଉଁଠି ଦେଖିଲାପରି ତ ମନେହେଉଛି! ହଁ, ସାକ୍ଷୀରୂପେ ଦେଖିଛି ନାଁ ଦୁର୍ଗାମାଧବ। ଡାକ୍ତର ରହନ୍ତି ପାର୍କଷ୍ଟ୍ରିଟରେ।ଜଷ୍ଟିସ୍ ମୁହଁ ଖୋଲି କହିଲେ ସେହି ହଲ୍ ଘରଟାରେ ବସନ୍ତୁ। କିନ୍ତୁ ରାଜାବାହାଦୁରଙ୍କ ସହିତ ଦେଖାକରିବା ପ୍ରଥମେ ଉଚିତ। ନା, ସମ୍ଭବ ନୁହେଁ।କାହିଁକି? ନାହାନ୍ତି।ବେଶ୍ ଅଜବ ଜାଗା ଏଇଟା! ପ୍ରାୟ ମିନିଟିଏ ଡାକ୍ତର ଠିଆହୋଇ ରହିଲେ। ଜଜ୍ସାହେବ କଥା ହେଲେ ନାହିଁ। ବୋଧହୁଏ ଶୋଇପଡ଼ିଲେ। ବୁଢ଼ାଲୋକ ତ, ମିଜାଜ୍ ବୋଧହୁଏ ଭଲ ନାହିଁ। ଡାକ୍ତର ହଲ୍ ଘର ଆଡ଼କୁ ନିଜ ବେଗ୍ ଧରି ଆଗେଇଗଲେ।ପ୍ରବୀଣକୁମାର ସ୍ନାନ କଲେ। ଚମତ୍କାର ଏଇ ଗାଧୁଆଘର। ଏତେଗୁଡ଼ାଏ ରାସ୍ତା ମୋଟର ଚଳାଇ ଆସିବାରେ ଯେଉଁ କ୍ଳାନ୍ତି ଲାଗିଥିଲା, ବାସ୍ତବିକ ବର୍ତ୍ତମାନ ଉପଶମ ହେଲା। ସୁନ୍ଦର ପୋଷାକ ପିନ୍ଧିଲେ। ଜାଗାଟି ମନେହେଉଛି ରହସ୍ୟମୟ। ପ୍ରବୀଣକୁମାରଙ୍କ ଜାତକରେ ଭୟ ବୋଲି କିଛି ନାହିଁ। ମହାରାଜାଙ୍କର ନିମନ୍ତ୍ରଣରେ ସେ ଆସିଛନ୍ତି। ପକ୍ଷୀଶିକାରରେ ତାଙ୍କର ଖୁବ୍ ସଉକ। ଅଥଚ ସାଙ୍ଗରେ ବନ୍ଧୁକ ଆଣିନାହାନ୍ତି।ଦର୍ପଣ ଆଗରେ ଫଟକି ଠିଆହୋଇ ଟାଈଟା ଠିକ୍ଭାବରେ ବାନ୍ଧିଲା। ମୁଣ୍ଡର କେଶ ଉପରେ ହାଲୁକା ଭାବରେ ଚଳାଇଲା ପାନିଆ। ମନକୁମନ କହିଗଲା ଫଟକ୍ଚି ମତ୍କାର! ଏପର୍ଯ୍ୟନ୍ତ ତା’ ସହିତ କେହି କଥା ହେଉ ନ ଥିଲେ। କାରଣଟି ହେଲା, ପୋଷାକଟି ଥିଲା ବଡ଼ ମଇଳା। ପିଲାବେଳେ ଫଟ୍କି ତା’ ବାପାଙ୍କ ସଙ୍ଗରେ ଏ ଦ୍ଵୀପକୁ ଆସିଥିଲା। ବାପା ଥିଲେ ବିଖ୍ୟାତ ବେହେଲାବାଦକ। ରାଜାବାହାଦୁର ଆଣିଥିଲେ। ସେସବୁ ଅବଶ୍ୟ ତା’ର କିଛିହେଲେ ମନେନାହିଁ। ଏଥର କିନ୍ତୁ ଆସିବାକୁ ପଡ଼ିଛି ନିମନ୍ତ୍ରଣ ରକ୍ଷାକରିବା ପାଇଁ, ଏବେ ସେ ପୋଲିସ ଗୁଇନ୍ଦାର ଲୋକ।ତଥାପି ରାଜାବାହାଦୁର ସେ। ମନେମନେ କିନ୍ତୁ ରାଗିଉଠିଥିଲେ ମଥୁରାନନ୍ଦ। ସେ ଜଣେ ପଲିଟିକାଲ ଲିଡର୍। ନାମକୁ ପେଶା ଆଇନଜୀବୀ। ବକ୍ତୃତା ମାରିବାକୁ ବଡ଼ ଓସ୍ତାଦ୍ ବ୍ୟକ୍ତି। ଚାରିଆଡ଼େ ନୀଳସମୁଦ୍ର। ସମୁଦ୍ରତୀରରେ ଅଜାଡ଼ି ହୋଇ ପଡ଼ୁଛି ରାଶି ରାଶି ତରଙ୍ଗ। ବଡ଼ କଦର୍ଯ୍ୟ ଲାଗୁଛି। ଏ ତରଙ୍ଗ ଢେଉଗୁଡ଼ିକ ଯଦି ସେଇ ଅନ୍ଧ ଜନତା ହୋଇଥାନ୍ତେ, ସେ ବକ୍ତୃତା ମାରି କେତେ ହାତତାଳି, କେତେ ଫୁଲହାର ହାସଲ କରିସାରନ୍ତେଣି! ଇମିତି ଜାଣିଥିଲେ ଜମା ଆସି ନ ଥାନ୍ତେ। ଏଠାରୁ ଚାଲିଯାଇପାରିଲେ ରକ୍ଷା। ମୋଟର ବୋଟ୍ଟି ତ ଏବେ ଫେରିଯାଇଛି, ଆଉ ଆସିବାର ଆଶା ନାହିଁ। ତେବେ ରାଜାବାହାଦୁର ଏ ଯେଉଁ ଫ୍ରିଡମ୍ ଷ୍ଟ୍ରଗଲରେ କିଛି ଅର୍ଥ ଗୁପ୍ତରେ ଦେବାକୁ ଚାହାନ୍ତି। କିଛି ବ୍ରିଟିଶ ସରକାରଠାରୁ ଆଦାୟ ଓ ଆଉକିଛି ଏପଟେ ଆଦାୟ କରି ବିପ୍ଳବୀନେତା ମଥୁରାନନ୍ଦ ରାଜକୀୟ ଠାଣିରେ ଚଳିଯାଆନ୍ତି। ତେବେ ଏଇ ମାଧବ ଲୋକଟିକୁ ତାଙ୍କର ବଡ଼ ସନ୍ଦେହ। ସନ୍ତ୍ରାସବାଦୀ ନ ହେଲେ ରକ୍ଷା। ଲୋକଟିର ହାବଭାବ ଖୁବ୍ ଭଲ ବୋଲି ମନେହୁଏ ନା।